ମାତ୍ର ଗୋଟାଏ କଥା, ଆୟୁଷ୍ମତୀ ନବମାଳିକା, ରକ୍ଷଣଶୀଳ ରାଜନୀତି କଅଣ ମୁଁ ବୁଝିପାରିଲି ନାହିଁ। ତୁମର ବହୁ ବକ୍ତୃତାରେ ମୁଁ ଶୁଣିଛି ତୁମେ କହୁଛ ବର୍ତ୍ତମାନର ରାଜନୀତି ଉନ୍ନୟନର ରାଜନୀତି। ତୁମକୁ ବଧାଇ ଦେଉଛି, କନ୍ୟା, ସେ ତୁମେ ଯଥାର୍ଥରେ ରାଜନୀତିର ସଂଜ୍ଞା ନିରୂପଣ କରିପାରିଛ। କିନ୍ତୁ ହଠାତ୍ କଅଣ ତୁମରି ରାଜତ୍ଵରେ କେବଳ ରାଜନୀତି ଉନ୍ନୟନ ସ୍ତରକୁ ଆସିଗଲା ନା ଆଗରୁ ଆସିଥିଲା? ଦେଶ ସ୍ଵାଧୀନ ହେବା ତ ଉନ୍ନୟନ, ରାଜା ମହାରାଜାଙ୍କ ଉଚ୍ଛେଦ ତ ଉନ୍ନୟନ, ପ୍ରଜାମାନଙ୍କ ପାଖକୁ ଶକ୍ତି ଆସିବା ତ ଉନ୍ନୟନ, ଗରିବ ଦୁସ୍ଥ ଲୋକଙ୍କ କଲ୍ୟାଣ ପାଇଁ ଯୋଜନାବଦ୍ଧ ଅର୍ଥନୀତିର ବିକାଶ ଉନ୍ନୟନ!! ଏତିକି ତଫାତ୍ ଯେ, ଯେଉଁ ଲୋକ କାମ କରୁନି, ତାର ପିଠିରେ କୋରଡ଼ାମାଡ଼ ଦେଲେ ସେ ନିଶ୍ଚୟ ଯନ୍ତ୍ରଣାରେ କାତର ହୋଇ ଚେଇଁ ଉଠିବ। ଯେଉଁଠି ଭୟପ୍ରଦର୍ଶନର ବ୍ୟବସ୍ଥା ନାହିଁ ସେଠି ପ୍ରଗତିର ଶିଥିଳତା ସ୍ୱାଭାବିକ; ତେଣୁ ତୁମ ଓ ମୋ ଭିତରର ଦର୍ଶନର ଏଇ ମାତ୍ର ପାର୍ଥକ୍ୟ। ନ ହେଲେ ଆମ ଦୁଇ ହୃଦୟରେ ରହିଛି ସମପରିମାଣରେ ଏ ଦେଶକୁ ଗଢ଼ିବାରେ ପରମ ଉଲ୍ଲାସ ଓ ଅକୁଣ୍ଠ ତ୍ୟାଗ। -ଆପଣଙ୍କ ଏ ବନ୍ଦୀ ଜୀବନରେ କିଛି ଅସ୍ୱାଚ୍ଛନ୍ଦ୍ୟ ଘଟୁଛି କି? ନବମାଳିକା ଅନ୍ତର୍ହିତା ହେବା ପୂର୍ବରୁ ଏ ପ୍ରଶ୍ନ ପଚାରିଥିଲେ। କାରାକକ୍ଷ କ୍ରମେ ସ୍ତିମିତ ହୋଇଆସୁଛି। ଦୁଇଟି ମୂର୍ତ୍ତି ଲିଭି ଯିବା ଉପରେ। ଉତ୍ତର ମିଳିଲା-ବନ୍ଦୀ ଜୀବନର ପରିବେଶ ମୁଁ ଯେତେ ସଂଖ୍ୟାରେ ଭୋଗିଛି, ତୁମେ ତାର ସୀମା ସ୍ପର୍ଶ କରିନଥିବ। ବନ୍ଦୀତ୍ଵ ଅର୍ଥ ବନ୍ଧନ କେବଳ ଶାରୀରିକ। ତେବେ ପ୍ରଚୁର ବହି ଓ ପତ୍ରିକା ପଢ଼ିବାକୁ ପାଉଛି। ଅନ୍ୟାନ୍ୟ ଟିକିଏ ଟିକିଏ ସ୍ଵାଚ୍ଛନ୍ଦ୍ୟ ଯେ ମୁଁ ପାଉନାହିଁ, ତାହା ଅସ୍ୱୀକାର କରିବି ନାହିଁ। ତେବେ ମତେ ହସ ଲାଗୁଛି, ତୁମେ ଅନ୍ୟ କାରାବାସୀଙ୍କ ସହିତ ମୋର ମିଳାମିଶା ଆଉ କଥାବାର୍ତ୍ତାକୁ ନିଷିଦ୍ଧ କରିଦେଇଛ। ଭାବିଛ ମୁଁ ଏବେବି ଜ୍ଵଳନ୍ତ ଦଗ୍ଧ ଅରଣ୍ୟ ଶିଖା-? ନା, ଝିଅ, ନା-କାଳ ଘେନି ୠତୁ ଆସେ। ସବୁ ଋତୁରେ ମଳୟ ବହେ ନାହିଁ। ଏଇ ଦେଖ, ମୋ ଚାରିପଟେ ଗୀତା ରାମାୟଣ, ପୁରାଣ; ମନ ମୋର ବହୁ ଉର୍ଦ୍ଧ୍ଵରେ… ଯିବାବେଳ ଆସିଗଲା। ବିଶ୍ୱାସ କରୁନ ମୁଁ ଜାଣେ। ରାଜନୀତିର ସୁରାଭରା ଗ୍ଳାସରେ ଏ ବିଶ୍ୱାସ ପ୍ରତିବିମ୍ବିତ ହୁଏନି, ଏ ବି ସତକଥା। ତୁମର ଭ୍ରାନ୍ତି ନାହିଁ-। ଏ ପ୍ରବଚନ ଶୁଣିବା ପାଇଁ ନବମାଳିକାର ସୂକ୍ଷ୍ମ ଶରୀର ନଥିଲା। କାରାଗାର କକ୍ଷ ପ୍ରାଚୀରରେ ଉଦ୍ଭାସିତ ହୋଇ ମିଳାଇଯିବା ଉପରେ ସେ ରୂପଶ୍ରୀ… ଏତିକିବେଳେ ଗୋଟାଏ ମର୍ମାନ୍ତିକ ଦୃଶ୍ୟ ଘଟିଗଲା। ପ୍ରେତାତ୍ମା ନବମାଳିକାର ସୂକ୍ଷ୍ମ ଶରୀରକୁ ନେଇଆସି ବାସୁଦେବ ଓ ନବମାଳିକା ସାକ୍ଷାତକାର, ସୃଷ୍ଟି କରିଛି ବୋଲି ଆତ୍ମସନ୍ତୋଷ ଲାଭ କରୁଥିଲା। ତାହାରି ଉଦ୍ଦାମତାରେ ସେ ଅବଲୁପ୍ତ ହୋଇଯିବା ପୂର୍ବରୁ କହି ଉଠିଲା-ଚାଲ ରାଜ୍ୟଲକ୍ଷ୍ମୀ, ଏଗୁଡ଼ାକ ଜାତିର କୁଳାଙ୍ଗାର, କାରଗାରହିଁ ଏମାନଙ୍କର ଯୋଗ୍ୟ ସ୍ଥାନ, ଚାଲ–। ନବମାଳିକାର ଅସ୍ପଷ୍ଟ ଶରୀର ପୁଣି ଜଳି ଉଠିଲା। ଆଖି ଉତ୍ତପ୍ତ। ବଦନ ମଣ୍ଡଳରେ ସଂସାର ଯାକର ଘୃଣା ଓ କ୍ରୋଧ। ସେ ମୁଖ ଗହରରୁ ବଜ୍ର ଫାଟି ଆସିଲା– 'ସ୍ତବଧ ହୁଅ ପ୍ରେତପୁରୁଷ। ପ୍ରେତ ହୋଇ ବି ଖୋସାମତି କରିବାର ଲୋଭ ସମ୍ଭାଳି ପାରିନ? ରାଜ୍ୟଲକ୍ଷ୍ମୀ? ହୁଃ-ଶରୀର ନାହିଁ, କାମନା ନାହିଁ, ଭବିଷ୍ୟତକୁ ଆକାର ପାଇବ କି ନାହିଁ। ଜଣାନାହିଁ, ଅଥଚ କହିଦେଉଛ ମୁଁ ରାଜ୍ୟଲକ୍ଷ୍ମୀ ଆଉ ନମସ୍ୟା। ବାସୁଦେବ ଏ ଜାତିର କୁଳାଙ୍ଗାର-?